ତୁମେ ଯେପରି ହଉଚ, ଏଇ ପିଲା ବଡ଼ ହେଲେ ତୁମକୁ ହନ୍ତସନ୍ତ କରିବ। 'ଠାଏ' କରି ଚାପୁଡ଼ାଟିଏ ମାରିଥିଲେ ସେ। ସେ ମାରି ନ ଥିଲେ ଯେ, ତାଙ୍କର ଉଛୁଳା ଯୌବନର ଉଦ୍ଦାମ ପୁତ୍ରସ୍ନେହ ଏପରି ପାଶବିକ କୃତି କରାଇଗଲା। ସେହି ଦିନଠାରୁ ବନ୍ଧୁଙ୍କ ସହ ଚିରଦିନ ଅପଡ଼ ହୋଇଥିଲା। ସେ ମଲେ ସିନା, ଇଏ ତାଙ୍କ ଘରକୁ ଗଲେ ମଧ୍ୟ ପାଟି ଫିଟାଉ ନ ଥିଲେ। ହଁ, କାଲିପରି ମନେ ପଡ଼ୁଚି। ବିଦ୍ୟୁତ କାରବାର ସେତେବେଳେ ଏପରି ସୁଲଭ ନ ଥିଲା। ବିଞ୍ଚଣାରେ ଦେହକୁ ଥଣ୍ତା କରିବାର ଉଦ୍ୟମ କରାଯାଉଥିଲା। ଗ୍ରୀଷ୍ମକାଳ, ପିଲାଟା ହିହଯାକ ଘିମିରି। ଝାଳ ସୁଡ଼ୁବୁଡ଼ୁ ହୋଇଯାଏ ପିଲାଟି। ଗାଢ଼ ନିଦ୍ରା ଅଭାବରୁ ଘନ ଘନ ଜାଗ୍ରତ ହୁଏ। ବୁଢ଼ା ଘଣ୍ଟା ଘଣ୍ଟା ଧରି ଉନ୍ନିଦ୍ର ରଜନୀ ଯାପନ କରନ୍ତି ବିଞ୍ଚି ବିଞ୍ଚି। ପୁଅ ଆନନ୍ଦରେ ଶୁଏ ଓ ପିତା ଆନନ୍ଦରେ ବିଞ୍ଚି ଲାଗନ୍ତି। ଓଃ, ପୁଅଟିକୁ ପାଳିବାରେ ଯେଉଁ ଆନନ୍ଦ ତାର ପଟ-ପଟାନ୍ତର ନାହିଁ। ସେ ଥିଲା ଗୋଟାଏ ବେଳ, ଆଉ ଏଇ ଗୋଟାଏ ବେଳ। ପୁଅ ହାଇସ୍କୁଲରେ ପଢ଼ୁଥାଏ। ଖରାଦିନେ ନନା ଅଧ ରାତିରେ ତାକୁ ବିଞ୍ଚୁ ଥାଆନ୍ତି। ପିପିଲିକା ଦଂଶନ ହେତୁ ତାର ନିଦ୍ରା ଭଙ୍ଗ ହେଲା। ସେ ଦେଖି ଆଶ୍ଚର୍ଯ୍ୟ ହେଲା ଯେ, ନନା ବିଞ୍ଚୁଚନ୍ତି। କହିଥିଲା—ନନା ତୁମକୁ କାଟୁନି। ଆଖିକୁ ତୁମର ନିଦ ହଉନି? ନନା ହସି ଦେଇଥିଲେ। କହିଥିଲେ ଆରେ ବାବୁ, ତୁ ନନା ହେଲେ ସବୁ ବୁଝିବୁ। ପୁଅ ବଡ଼ ହୋଇଚି। ନନା ବି ତ ହେଲା; ପିଲାଙ୍କ କଥା ବେଶ୍ ବୁଝୁଚି। ହେଲେ ଏ ଖେଣ୍ଟା ବୁଢ଼ାଟା ବଡ଼ ଅଡ଼ୁଆ ହେଉଚି। ପୁଅ ବୋହୂଙ୍କର ଖୋଲା ଖୋଲା ବୁଲାଚଲା, ବେଶ, ପୋଷାକ ଆଦିରେ ଆଭିଜାତ୍ୟ ଭାବ ପୂରି ରହିଚି। ବୁଢ଼ା ଆଖି ବୁଜି ଦେଲେ ପଥ ପରିଷ୍କାର ହୋଇ ଯାଆନ୍ତା। ସେଦିନ ଆହୁରି ଆସୁନି, କେବେ ଯେ ଆସିବ ଜଣା ପଡ଼ୁନି। ରାତି ବହୁତ ହୋଇ ଗଲାଣି। ଆଜି ଏକାଦଶୀ। ଜଗନ୍ନାଥଙ୍କ ମନ୍ଦିରରରେ ଦୀପ ବୁଲିଲାଣି। ବୁଢ଼ା ଛଟପଟ ହେଉଚନ୍ତି। ମୁହଁରୁ ବାହାରୁଚି ହେ ଜଗନ୍ନାଥ, ଆଉ କେତେ ଦିନ! ଆଉ କେତେ କାଳ ଏପରି ହନ୍ତସନ୍ତ କରିବ! ଖୁବ୍ ହେଲାଣି। ଆଉ କେତେ? ଅଶ୍ରୁର ପ୍ଳାବନ ମହାନଗରୀର ଉଜ୍ଜ୍ୱଳ ଦିବସ। ସେପ୍ଟେମ୍ବର ତାରିଖ। ଦିନ ଦଶ ଘଣ୍ଟା। କୋନଟ୍ ପ୍ଳେସ୍ରୁ ଇଉନିୟନ୍ ବ୍ୟାଙ୍କର ମଟରଗାଡ଼ି ଦ୍ରୁତ ଗତିରେ ଚାଲିଚି। ପାଞ୍ଚମିନିଟ୍ ମାତ୍ର ଯାଇ ଗାଡ଼ିଟି ପହୁଞ୍ଚିଲା ଥମ୍ପସନ ରୋଡ଼ରେ। ଜଗୁଆଳ ବଂଶୀରାମ ଗୁଳି ଚୋଟରେ ଟଳି ପଡ଼ିଲା। ବର୍ଷ ବୟସ୍କ ବ୍ୟକ୍ତିଟିର ଜୀବନ ଦୀପ ଲିଭିଗଲା। ଡ୍ରାଇଭର ଆର୍. ଏନ୍. ଶର୍ମା ଉପରେ ଗୁଳି ଫୁଟିଲା। ଧଳା ଆମ୍ବାସାଡ଼ର ଗାଡ଼ିରେ ଛଅ ଲକ୍ଷ ଟଙ୍କା ଧରି ଚାଲିଲେ ଚାରିଜଣ ବ୍ୟକ୍ତି। ଦୁଇ ହଜାର ପୋଲିଶ ଧଳା ଆମ୍ବାସାଡ଼ର ଗାଡ଼ିଗୁଡ଼ିକ ଅଟକାଇଲେ। ଜେରା ହେଲା, ଖାନତଲାସ କରାଗଲା, କୌଣସି ଫଳ ଫଳିଲା ନାହିଁ। ସଭ୍ୟ ମାନବର ସଭ୍ୟତାର ମାପକାଠିକୁ ଚହଲାଇ ଦେଲା ଡ୍ରାଇଭର ଆର୍. ଏନ୍. ଶର୍ମାର କରୁଣ ଆର୍ତ୍ତନାଦ। ଆହତ ଡ୍ରାଇଭର ପେଟ ମଧ୍ୟରେ ବିଦ୍ଧ ଗୁଳିଟି ତାକୁ କଲବଲ କଲା। ସେ ଡାକିଥିଲା ତାର ସମାଜର ସାମାଜିକ ଜୀବଗୁଡ଼ିଙ୍କୁ। ସେହିମାନଙ୍କର ସେବାରେ ସେ ଏତେ କାଳ ନିଜକୁ ନିୟୋଜିତ କରିଥିଲା, ପ୍ରତି ବଦଳରେ ସେ ଚାହିଁଥିଲେ ସହାୟତା, ଏ ସହାୟତା ଥିଲା ଏକ ମୁମୂର୍ଷୁ ମାନବର ଚରମ ଦାବୀ। ପଥଚାରୀ ବ୍ୟକ୍ତିମାନଙ୍କର ମଟର, ବସ୍ କେହି ଅଟକିଲେ ନାହିଁ। ଦୁଃଖୀର ଦୁଃଖ କାହାରିକୁ ଚମକାଇ ପାରିଲା ନାହିଁ। କାହାରି ହୃଦୟ ତରଳିଲା ନାହିଁ। ପ୍ରତ୍ୟେକଙ୍କର ସମୟର ମୂଲ୍ୟ ଅଛି। ପ୍ରତିଟି ସେକେଣ୍ତ ଓ ମିନିଟ ସେମାନଙ୍କର ମହା। ମୂଲ୍ୟବାନ୍। ମଣିଷ ଜନ୍ମି ପାରନ୍ତି, ମୃତ୍ୟୁ ମୁଖରେ ପଡ଼ି ପାରନ୍ତି; ମାତ୍ର ସଭ୍ୟ ଜଗତର ମାନବ ଚାଲିଚି ଆଗକୁ ଆଗକୁ। ପଛକୁ ବା ପାର୍ଶ୍ୱକୁ ଅନାଇବାର ଫୁରସତ ନାହିଁ କାହାରି। ପରର ଦୁଃଖ ଦେଖି ଆହା କରିବା ପାଇଁ ସମୟ ଅଛି କାହାର? ରୋଦନ ପବନରେ ମିଳାଇ ମହାଶୂନ୍ୟାଭିମୁଖୀ ହେବା ଶ୍ରେୟ ହୋଇଥାଏ ମାତ୍ର। ଏପରି ଜଘନ୍ୟ କର୍ମର କର୍ତ୍ତା! କିଏ ସେ? ବର୍ଷର ଶିକ୍ଷିତ ବେକାରଙ୍କର ଏ କୃତୀ। ପିତା, ମାତା, ବନ୍ଧୁ, ବାନ୍ଧବଙ୍କଠାରୁ ସବୁ କିଛି ନିଗାଡ଼ି ଏମାନେ ହେଲେ ଶିକ୍ଷିତ।